ଏଠାରେ ପହଞ୍ଚି ଶୁଣିଲି ଯେ ତୁ ଭଲ ହୋଇଗଲୁଣି। ଭଗବାନ ତୋତେ ଯେ ବଞ୍ଚାଇ ଦେଇଛନ୍ତି, ସେହି ଆମର ଢେର୍-। ଏଥର ଯାଇ ମୁଁ ତୋ' ମା'କୁ ଏପରି ବୁଝାଇ ଦେବି ଯେ ସେ ତୋ' ପାଇଁ ଆଉ ବ୍ୟସ୍ତ ହେବନି। ଯା' ହେଉ ତୋ ସହିତ ଏହି ଯେଉଁ ସାମନାସାମନି ଦେଖାହେଲା, ଏହାଠାରୁ। ବଡ଼ ଭାଗ୍ୟ ଆଉ ଆମର କ'ଣ ହୋଇପାରେ। '' ''ବାପା, ଆପଣ ମା'କୁ ଟିକିଏ ସଙ୍ଗରେ ନେଇ ଆସିଲେ ନାହିଁ? ମା'କୁ ଟିକିଏ ଦେଖିବାକୁ ମନ ହେଉଛି। '' ''ତୁ ଚିନ୍ତା କରନା ମା! ମୁଁ ତୋ ମା'କୁ ଯାଇ ସବୁ କଥା ବୁଝାଇ ଦେବି। ସେ ଆଉ ବ୍ୟସ୍ତ ହେବନି ତୋ ପାଇଁ। ତୁ ମୋ'ଠାରୁ ଏତେ ଦୂରରେ ଥିଲେ ମଧ୍ୟ ମୁଁ କିପରି ତୋତେ ପାଖରେ ଥିଲା ଭଳି ଦେଖୁଛି, ଏ କଥା ତୋ ମା'କୁ କହିଲେ ସେ ଆନନ୍ଦରେ ନାଚି ଉଠିବ। ସେ ତ ମୋତେ ବଳେ ଅଥୟ କରିବ ପୁଣି ଥରେ ଏଠାକୁ ଆସିବା ପାଇଁ। ଆସନ୍ତା ବର୍ଷ ଏହି ପ୍ରଦେଶର ରାଜଧାନୀରେ ଉଦ୍ଭିଦବିଜ୍ଞାନବିତ୍ ମାନଙ୍କର ଏକ ବଡ଼ ସମ୍ମିଳନୀ ବସୁଛି। ଏହି ସମ୍ମିଳନୀର ଯୋଗଦେବା ପାଇଁ ମୋତେ ଆସିବାକୁ ପଡ଼ିବ। ମୁଁ ଯଦି ଆସେ, ତେବେ ତୋ ମା'କୁ ସଙ୍ଗରେ ନିଶ୍ଚୟ ଘେନି ଆସିବି। ଏଠାକାର ସମ୍ମିଳନୀ ଶେଷ କରି ତୋ ମା'କୁ ଏହି ମାନମନ୍ଦିରକୁ ଆଣି ତୋ ସହିତ ସାକ୍ଷାତ୍ କରାଇଦେବି। ତୁ ଆଉ ବ୍ୟସ୍ତ ହୁଅନା ସେଥିପାଇଁ। ହଁ, ମୁଁ ଯିବାଆଗରୁ ଆଲେସ୍କିଙ୍କୁ କହିଯାଉଛି, ସବୁବେଳେ ସେ ଯେପରି ତୋର ଯତ୍ନ ନେଉଥିବ। ଆଲେସ୍କି ସେଠି ଅଛନ୍ତି ବୋଲି ସିନା ମୁଁ ତୋତେ ଛାଡ଼ିଛି; ନଚେତ୍ ମୁଁ କ'ଣ ତୋତେ ଏତେ ବଡ଼ ବିପଦସଂକୁଳ ସ୍ଥାନକୁ ଛାଡ଼ି ଦେଇଥାନ୍ତି। କିଏ ମା, ତୋ ପଛରେ ଆଲେସ୍କି ନା କିଏ ଠିଆ ହୋଇଛନ୍ତି ଦେଖିଲୁ। ଅନ୍ଧାର ଅନ୍ଧାର ଦିଶୁଛି ତାଙ୍କ ମୁହଁ। କହ ତାଙ୍କୁ, ସେ ଟିକିଏ ମୋ ଆଗକୁ ଆସନ୍ତୁ। '' ବାପାଙ୍କ ମୁଖରୁ ଏକଥା ଶୁଣି ମେରିନା ପଛଆଡ଼କୁ ଅନାଇଲା। ଆଲେସ୍କିଙ୍କୁ ପଛରେ ଠିଆହୋଇଥିବାର ଦେଖି ନିଜେ ଘୁଞ୍ଚିଯାଇ ଆଲେସ୍କିଙ୍କ ପାଇଁ ବାଟ ଛାଡ଼ିଦେଲା। ଆଲେସ୍କି ସାମନାକୁ ଆସିଲାରୁ ପିତା କହିଲେ, ''ଦେଖ ବାପା ଆଲେସ୍କି, ତୁମ ଭରସାରେ ସିନା ମୁଁ ମେରିନାକୁ ଏଠାରେ ଛାଡ଼ିଛି। ତୁମେ ଯେପରି ତାର ସବୁ ଦାୟିତ୍ୱ ନିଅ, ସେଇ ମୋର ଏକାନ୍ତ ଅନୁରୋଧ। ତାକୁ ତ ତୁମେ ବହୁ ଦିନରୁ ଦେଖିଆସିଛ, ସେ କିପରି ପିଲା। ନିଜ ଘର ଭଳି ଭାବି ଚଳାଇନେଲେ କିଛି ଅସୁବିଧା ହେବନି ତାର। ହଁ, ସେଦିନ ତମ ବାପାଙ୍କ ସହିତ କେନ୍ଦ୍ର ରାଜଧାନୀର ମିଉଜିଅମ୍ରେ ଦେଖାହୋଇଥିଲା। ସେ ମୋତେ ଯାହା କହିଥିଲେ, ସେଥିରେ ମୁଁ ପୂରାପୂରି ରାଜି ବାପ! ତମ ଦୁଇଜଣଙ୍କୁ ଏକତ୍ର ଦେଖିବାର ବାସନା ତୁମ ବାପାଙ୍କର ଯେତିକି, ମୋର ବି ତାଠାରୁ କିଛି କମ୍ ନୁହେଁ। ତୁମେମାନେ କେବେ ଉପଗ୍ରହରୁ ଫେରିବ ସେଇ ଦିନଟିକୁ ଆମେ ଅପେକ୍ଷା କରି ବସିଛୁଁ। ତୁମ ହାତରେ ମୁଁ ମେରିନାକୁ ଦେଇ କିପରି ଶାନ୍ତିରେ ନିଃଶ୍ୱାସ ମାରିବି ସେଇ ମୋର ଚିନ୍ତା। ହେଉ, ଦୟାମୟଙ୍କର ଇଚ୍ଛା। '' ଅଧ୍ୟାପକ କୋଜେଲେସ୍କିଙ୍କର ଉକ୍ତିରେ ଆଲେସ୍କି ଯେତିକି ଲଜ୍ଜିତ ହେଲେ, ତାଠାରୁ ଅଧିକ ଲଜ୍ଜିତା ହେଲା ମେରିନା। ପରିଶେଷରେ ବୃଦ୍ଧ କହିଲେ, ''ହେଉ ବାପ, ମୁଁ ଏବେ ଯାଉଛି। ମେରିନା ତୁମକୁ ଲାଗିଲା।